ନା, ସେ ଆଉ ଆଶାଲତା ଘରକୁ ଯିବେନାହିଁ। ତାଙ୍କର ସମାଜ ଅଛି, କୁଳ, ମାନ ଅଛି-। ଲୋକେ ତାଙ୍କୁ କହିବେ କ'ଣ? ତାଙ୍କୁ ନିନ୍ଦା କରିବେ ନାହିଁକି? ଆଶାଲତା ସୁନ୍ଦରୀ ହୋଇପାରେ। ସତୀ ସୀତାର ପବିତ୍ର ଆତ୍ମା ତାହାର ହୃଦୟ ମଧ୍ୟରେ ଥାଇପାରେ। ତଥାପି ଲୋକ ଚକ୍ଷୁରେ ସେ ଘୃଣ୍ୟା, ସେ ପତିତା। ପୁରୁଷ ପାଖରେ ଦେହ ବିକ୍ରୟ କରିବା ହେଉଛି ତାହାର ବ୍ୟବସାୟ। ସେ ଆଶାଲତାକୁ ମନ ମଧ୍ୟରେ ଯେତେ ଘୃଣା କରିବାକୁ ବସନ୍ତି ଆଶାଲତା ତାଙ୍କ ଆଖିରେ ସେତେ ଉଜ୍ଜ୍ୱଳ ଚରିତ୍ରବତୀ ହୋଇ ଜଳିଉଠେ। ସେ ଭାବନ୍ତି ଏହି ଦେହ ହେଉଛି ଧୂଳିର ଦେହ। ଏହି ଦେହ ଦିନେ ଧୂଳିରେ ମିଶିଯାଏ-। ତେଣୁ ଦେହ ହେଉଛି ଗୌଣ। ଦେହ କାହାକୁ ଦେଇଦେଲେ ନାରୀ ଅପବିତ୍ର ହୁଏ ନାହିଁ, ମନ ହେଉଛି ମୁଖ୍ୟ। ଜଣକ ବ୍ୟତୀତ ଅନ୍ୟ କାହାକୁ ମନ ଯଦି ବିକ୍ରୟ କରାଯାଏ ନାରୀ ଜନ୍ମର ସମସ୍ତ ସାର୍ଥକତା ସେହିଠାରେ ସମାଧିସ୍ଥ ହୁଏ। ସେ ଖୁବ୍ ଭଲଭାବେ ହୃଦୟଙ୍ଗମ କରନ୍ତି ଯେ ଆଶାଲତା ତାଙ୍କ ବ୍ୟତୀତ ଅନ୍ୟ କାହାରି ପାଖରେ ହୃଦୟ ବିକ୍ରୟ କରିନାହିଁ। ତେଣୁ ଆଶାଲତା ତାଙ୍କର ସବୁ-। ସେ ତାଙ୍କ ଆଖିରେ ବେଶ୍ୟା ନୁହେଁ। ସେ ହେଉଛି ତାଙ୍କ ହୃଦୟ ଆକାଶରେ ଏକ ଉଜ୍ଜ୍ୱଳ ନକ୍ଷତ୍ର-। ଅନେକ ଦିନପରେ ପୁଣି ଆଶାଲତା ଘରକୁ ଗଲେ ରମାକାନ୍ତ। ତାଙ୍କୁ ଦେଖିଲାକ୍ଷଣି ଅଭିମାନଭରା ଗଳାରେ ଆଶାଲତା କହିଲା, ''ଭାବିଥିଲି ତୁମେ ଆଉ ଆସିବ ନାହିଁ। '' ରମାକାନ୍ତର ଆଖି ଦୁଇଟା ଛଳଛଳ ହୋଇଗଲା। ସେ ବହୁ କଷ୍ଟରେ ଅଶ୍ରୁ ସମ୍ବରଣ କରି କହିଲେ, ''ଲତା! ତୁମେ କ'ଣ ସତରେ ମୋତେ ଭଲପାଅ? '' ଆଶାଲତା କମ୍ପିତ କଣ୍ଠରେ କହିଲା, ''ମୁଁ ଯାହା ଉତ୍ତର ଦେବି ତୁମେ ମୋତେ ଉପହାସ କରିବ ନାହିଁକି? ତୁମେ କ'ଣ ଭାବିବ ନାହିଁକି ଚରିତ୍ରହୀନାର ପୁଣି ଆତ୍ମା ଥାଏ? ମନେରଖ, ଏ ଦୁନିଆରେ କୁଳବତୀ ନାରୀର ଭଲ ପାଇବାର ଏକଚାଟିଆ ଅଧିକାର କେବଳ ନାହିଁ। ସେ ଅଧିକାର ପତିତାର ମଧ୍ୟ ଅଛି। ଯେ ବେଶ୍ୟା ସେ ମଧ୍ୟ ଭଲପାଇ ଜାଣେ। '' ''ଲତା! ତୁମେ କ'ଣ କହୁଛ? '' ଏକ ନିଶ୍ୱାସରେ ଏତିକି ରମାକାନ୍ତ ପଚାରିଲେ। ''ତୁମେ ମୋ ସମ୍ବନ୍ଧରେ ଯାହା ଭାବୁଥିବ ସେତିକି ମୁଁ କହୁଛି। ତାହା ବ୍ୟତୀତ ଅଧିକା କିଛି ମୁଁ କହୁନାହିଁ। ତୁମକୁ ମୁଁ ଭଲପାଏ କି ନା ତାହା ମୁଁ ଜାଣେ। ତୁମକୁ ଯେତେ ବୁଝାଇଲେ ମଧ୍ୟ ତୁମେ ତାହା ବୁଝିପାରିବ ନାହିଁ। ଏତିକି କହି ଆଶାଲତା ତୁନି ହେଲା। ରମାକାନ୍ତ ଆଶାଲତାର ମୁହଁଟିକୁ ଦୁଇହାତରେ ତୋଳି ଧରିଲେ। ଆଶାଲତା ପଲକହୀନ ଚକ୍ଷୁରେ ରମାକାନ୍ତକୁ ଅନାଇ ରହିଲା। କାହାରି ମୁହଁରେ ଭାଷା ନାହିଁ। ଉଭୟଙ୍କ ଆଖିରୁ ଲୁହ ଧାର ଧାର ହୋଇ ଗଡ଼ିଆସିଲା। ରମାକାନ୍ତ ବାଷ୍ପାକୁଳ କଣ୍ଠରେ ତାକୁ ପଚାରିଲେ, ''ଲତା! ତୁମେ ଅନ୍ତର ଖୋଲି କୁହ ମୁଁ ତୁମକୁ କିପରି ପାଇନି? '' ଆଶାଲତା ଥରିଉଠିଲା। ସେ କହିଲା, ''ତୁମେ କ'ଣ ଭୁଲିଯାଉଛ, ମୁଁ ଯେ ଜଣେ ପତିତା। ମୋର ଯେ ଚରିତ୍ର ବୋଲି ଗୋଟାଏ କିଛି ଜିନିଷ ନାହିଁ। ନାରୀର ସମ୍ମାନ ମୋତେ। ଯେ କେହି ଦିଅନ୍ତି ନାହିଁ। ତୁମେ ମୋତେ କାହିଁକି ବିଦ୍ରୂପ କରୁଛ ରମାକାନ୍ତ? ତୁମେ ଏଠାରୁ ଚାଲିଯାଅ-। ମୋତେ ଆଘାତ ଦିଅନାହିଁ। ମୁଁ ପୁରୁଷର ଆଘାତ ସହି ସହି ଭାଙ୍ଗିପଡ଼ିଛି। ତୁମେ ମୋତେ ଅପମାନ ଦିଅନାହିଁ। ମୁଁ ଚରିତ୍ରହୀନା ହେଲେ ମଧ୍ୟ ମୁଁ ନାରୀ। ପଦେ ସ୍ନେହବୋଳା କଥା ଶୁଣିବା ପାଇଁ ମୁଁ ବ୍ୟଗ୍ର। ରମାକାନ୍ତ! ତୁମେ କାହିଁକି ମୋତେ ଅପମାନ ଦେଲ? ମୁଁ ଯେ ତୁମକୁ କେବେ ଅସମ୍ମାନ କରେ ନାହିଁ। ତୁମକୁ ଯେଉଁ ଦିନଠାରୁ ହୃଦୟର ଦେବତା ଭାବେ ଗ୍ରହଣ କରିନେଇଛି ସେହିଦିନଠାରୁ ମୁଁ ମୋର ଜଘନ୍ୟ ବ୍ୟବସାୟ ଯେ ଏକାବେଳକେ ବନ୍ଦ କରିଦେଇଛି। ତଥାପି ତୁମେ ମୋତେ କାହିଁକି ଘୃଣା କରୁଛ? ପିଙ୍ଗଳାକୁ ଯଦି ଅବଧୂତ ଗୁରୁ କରିପାରିଲେ, ତୁମେ ମୋତେ କାହିଁକି ଦୟା ଦେଖାଇପାରିବ ନାହିଁ? ମୁଁ ତୁମର ସ୍ନେହ କାମନା କରେ ନାହିଁ। ମୁଁ ତୁମର ଦୟା ଭିକ୍ଷା କରେ। ଥରେ ମାତ୍ର ଅନ୍ତରଖୋଲି କୁହ, ତୁମେ କେବେହେଲେ ତୁମର ଦୟାରୁ ମୋତେ ବଞ୍ଚିତ କରିବ ନାହିଁ ବୋଲି। ଆଶାଲତାକୁ ବାହୁପାଶରେ ଆବଦ୍ଧକରି ରମାକାନ୍ତ କହିଲେ, ''ଲତା! ମୁଁ ସବୁବେଳେ ତୁମକୁ ଅତି ଉଚ୍ଚ ସ୍ଥାନରେ ରଖି ଏକ ଆଦର୍ଶ ରମଣୀ ଭାବି ସମ୍ମାନ ଦିଏ।